ଗୀତ ଗାଇବା ଯୋଗୁଁ ମୁଁ ନାନା ଗାୟକ, ବାଦକ ଓ ଅନୁଷ୍ଠାନମାନଙ୍କ ସହ ସଂପୃକ୍ତ ହୋଇ ରହୁଥିଲି। ଏହା ରାଜୁଭାଇ ସହିପାରୁ ନଥିଲେ ଓ ମୋର ଏଇ ସ୍ଵାଧୀନତା ଟିକକକୁ ସେ ପସନ୍ଦ କରିପାରୁ ନଥିଲେ। ତାଙ୍କୁ ଅନେକଥର ବୁଝାଇଚି, ମାତ୍ର ସେ ମୋର କୌଣସି କଥା ଶୁଣିନି ନଶୁଣି ଏଥିପାଇଁ ମତେ ନାନା ଲାଞ୍ଛନାରେ ବି ବିକ୍ଷତ କରିଯାଇଛନ୍ତି। ମୋର ସମସ୍ତ ବାଦ୍ୟଯନ୍ତ୍ର ଭାଙ୍ଗିରୁଜି ଫିଙ୍ଗି ଦେଇଛନ୍ତି, ଏପରିକି ମତେ ମାରିବାର ଧମକ ବି ଦେଇଚନ୍ତି। ସେଇ ଯନ୍ତ୍ରଣା ଭିତରେ ଦିନ କଟିଚି। ମାତ୍ର କୋଳରୁ ମୋର ପିଲାଟିଏ ଆସିନାହିଁ। ଏଥର ମାଡ଼ି ଆସିଚି ମୋର ଚରମ ଦୁର୍ଭାଗ୍ୟ। ରାଜୁଭାଇ ଓ ତାଙ୍କର ମା'ଙ୍କର ମା ଙ୍କର ଅତ୍ୟାଚାର ଏଥର ମୋ ଉପରେ ହୋଇଚି ଦୁଇଗୁଣ। କେତେ ନିର୍ଜନ ରାତି, କେତେ ନିର୍ଜନ ଦ୍ଵିପ୍ରହରରେ ତାଙ୍କର ଅତ୍ୟାଚାରରେ ଅତିଷ୍ଠ ହୋଇ ମୁଁ କରିଛି ଅରଣ୍ୟ ରୋଦନ। ସେଇ ଯନ୍ତ୍ରଣାର ସାନ୍ତ୍ୱନା ସ୍ୱରୂପ ସଙ୍ଗୀତର ସାଧନା ମୋର ହୋଇଚି ଦୃଢ଼। ଗହଣା ବିକ୍ରୟ କରି ପୁଣି କିଣିଚି ମୋ ବାଦ୍ୟଯନ୍ତ୍ର। ପିଲାଟି ପାଇଁ କରିଚି କେତେ ନିରାହାର ବ୍ରତ ଓଷା। ତୋ' ରାଜୁଭାଇଙ୍କର ନିଜର କ୍ଷମତା ପ୍ରତି ବଡ଼ ଲୋଭ ଓ ସମ୍ମାନ ଥିଲା। ନିଜର ଶିକ୍ଷାପ୍ରତି ବଡ଼ ଅଭିମାନ ଥିଲା,ତେଣୁ ତାଙ୍କର ସମସ୍ତ ଅତ୍ୟାଚାର ହେଉଥିଲା ନିର୍ଜନ ରାତି ଓ ନିର୍ଜନ ଦ୍ଵିପ୍ରହର। ସାଇପଡ଼ିଶା ଦୂରେ ଥାଉ ଘରର ଚାକର ପୂଝାରୀ ମଧ୍ୟ ଏହା ଜାଣୁ ନଥିଲେ। କାରଣ ସେମାନଙ୍କ ସମ୍ମୁଖରେ ସେ ମୋ ପ୍ରତି ଏପରି ବ୍ୟବହାର କରୁଥିଲେ ଯେ, ଏପରି ମିଥ୍ୟାର ଆଶ୍ରୟ ନେଉଥିଲେ ଯେ, ଯା' ଦ୍ଵାରା ତାଙ୍କର ସକଳ କୁକର୍ମ ଲୁଚିଯାଇ, ନିଜର ସୁନାମକୁ ଦୃଢ଼ କରୁଥିଲା। ତୁ କହିବୁ, ତାଙ୍କ କଥାର ପ୍ରତିବାଦ ମୁଁ କରିବି ନାହିଁ କାହିଁକି? କିନ୍ତୁ କୃତ୍ରିମ ସ୍ନେହ ଅଭିନୟରେ ସେ ମୋ' ପ୍ରତି ତାଙ୍କର ପ୍ରେମକୁ ଲୋକଚକ୍ଷୁରେ ଏପରି ସୁଦୃଢ଼ କରିଯାଇଥିଲେ ଯେ ତାଙ୍କ ବିରୁଦ୍ଧରେ କିଛି କହିବାକୁ ଯାଇ ବରଂ ମୁଁ ନିଜେ ଅପଦାର୍ଥ ଆଖ୍ୟାରେ ଉପହସିତ ହୋଇଥାନ୍ତି। ତେଣୁ ମୁହଁ ଖୋଲି କେବେ ତାଙ୍କୁ ଧରାପକାଇବାର ଚେଷ୍ଟା କରି ନାହିଁ। ଆଜି ମୋର ସହିବାର ଶକ୍ତି ସୀମା ଟପିଚି। ଘରର ମାନସମ୍ମାନ ଇଜ୍ଜତକୁ ଦଳି ଯାହା ମୁଁ କରିବାକୁ ବସିଚି, ତା ଶୁଣିଲେ ସତେ କ'ଣ ତୁ ମତେ ଘୃଣା କରିବୁ ଲତା?" ସୁଲତା ଆଉ ପଢ଼ି ପାରିଲା ନାହିଁ। ଅପା ତାର ଏତେ କଷ୍ଟରେ ଅଛି? କିନ୍ତୁ କେବେ ସେ ମୁହଁଖୋଲି ତାକୁ କିଛି କହିନାହିଁ। ବରଂ ସେ ନିଜେ ସୁବୋଧ ତାକୁ ଭଲପାଏନା ବୋଲି କେତେ ଅଭିଯୋଗ ଆଣିଚି। କିନ୍ତୁ ସୁବୋଧ ତ କେବେ ତା' ଉପରେ ଏମିତି ଅତ୍ୟାଚାର କରିନି, ଲାଞ୍ଛନା ଦେଇନି, ବର୍ଷ ବର୍ଷ ଧରି ଅପା ତାର ଏତେ କଷ୍ଟ ସହିଚି, କେତେ ଦୁଃଖରେ ଅଛି! ସୁବୋଧ ହାତକୁ ଚିଠି ବଢ଼ାଇ ଦେଇ ସେ କହିଲା, ଛି, ଛି, ରାଜୁଭାଇ ଏମିତି ଲୋକ ସୁବୋଧ ହାତକୁ ଚିଠି ନେଇ ପଢ଼ିଲା। ପଢ଼ିସାରି କହିଲା, ପ୍ରତି ଜିନିଷ ଅତି ହୋଇଗଲେ ତାହା ଅବାନ୍ତର ଜଣାପଡ଼େ ଲତା ମୁଁ ଏହାପରି ପୂର୍ବରୁ ଭାବିଥିଲି। ତମ ରାଜୁଭାଇ ଏକା ନୁହେଁ, ଏମିତି ଅନେକ ସାଙ୍ଘାତିକ ଲୋକ ଅଛନ୍ତି, ଯେଉଁମାନେ ଖାଲି ସୁନାମ ଓ କ୍ଷମତା ଲୋଭରେ ନିଜର କୁପ୍ରକୃତିକୁ ଲୁଚାଇବାକୁ ଅତି ଆଶ୍ଚର୍ଯ୍ୟଭାବେ ଅଭିନୟ କରିପାରନ୍ତି, ଶୁଣିଲେ ଆଶ୍ଚର୍ଯ୍ୟ ହେବ। ଏଇମାନେ ହୋଇଥାନ୍ତି ସମାଜର ପ୍ରତିଷ୍ଠିତ ବ୍ୟକ୍ତି।ସୁବୋଧ ଏଇ କଥା କହିଲାବେଳେ ସୁଲତା ତାକୁ ସତୃଷ୍ଣ ଆଖିରେ ଚାହିଁ ରହୁଥିଲା। ତାର ମନେ ପଡ଼ିଥିଲା ସୁବୋଧର ସେଦିନ କଥା ଭଲପାଇବାଟା ହସ କୌତୁକରେ ପ୍ରକାଶ ପାଏନି ଲତା, ଭଲପାଇବାଟା ନିର୍ଜନ।